ସେମାନେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଯାଇଥିଲେ ତାହା ଯଦି କରିବାକୁ ଚେଷ୍ଟା କରନ୍ତେ ତେବେ ସେ କଣ ତାହା କରିପାରିବେ। ବହୁ ଉଦାହରଣ ଦେଇ ବୁଝାଇଲା ପରେ ତାଙ୍କ ସ୍ତ୍ରୀ ରାଜି ହେଲେ। ସଙ୍ଗେ ସଙ୍ଗେ ଘର ଭିତରୁ ଗୋଟାଏ କ୍ରନ୍ଦନ ରୋଳ ଦାଣ୍ଡକୁ ଶୁଭାଗଲା। ଧନି ସାଉ ଭାବିଲେ, ସତରେ କଣ ଜଇବାବୁ ବେମାର ଥିଲେ ନା ଏ ସବୁ ପେଖନା। ମୁହୂର୍ତ୍ତକ ପରେ ରଘୁ କାନ୍ଦି କାନ୍ଦି ଆସି ଧନି ସାଉ ମହାଜନଙ୍କୁ କହିଲା ବାପା ଚାଲିଗଲେ। ଜଇବାବୁ ଚାଲିଗଲେ? ଅବିଶ୍ୱାସ କରିବାର କିଛି ନାହିଁ। ବଉଁଶ ଗୋଟାକଯାକ ଏକାବେଳକେ କାନ୍ଦି ଉଠିଲେଣି-। ଏଥିରେ ଆଉ ଅବିଶ୍ୱାସର ପ୍ରଶ୍ନ କଣ ଅଛି? ତଥାପି ଧନି ସାଉଙ୍କ ମନ ବୁଝିଲା ନାହିଁ, ଜଇବାବୁ ମହା ଜାଲିଆ ଲୋକ ଯମବି ତାଙ୍କ ଜାଲିଆତିରେ ହାର ମାନିବ। ବିଶେଷତଃ ଗୋବିନ୍ଦପୁର ଗାଁର ନିଧି ସ୍ୱାଇଁଙ୍କ ଠାରୁ ଶୁଣି ଆସିଛନ୍ତି-। ଜଇବାବୁ ତାକୁ ଜବାବ ଦେଇଛନ୍ତି ଆସନ୍ତା କାଲି ମନ୍ତ୍ରୀଙ୍କୁ କହି କଣ୍ଟ୍ରୋଲ ଡିଲର ଲାଇସେନ୍ସ କରାଇ ଦେବେ। ସେ ପୁଣି ଜଇବାବୁ ବେମାର ଥିବା କଥା ଶୁଣି ବିଶ୍ୱାସ କଲା ନାହିଁ। ଗୋଟାଏ ମିଛ ଖବର ହୋଇଥିବ ବୋଲି କହିଲା। ଯାହା ହେଉ ମୁର୍ଦ୍ଦାର ଉଠିବା ପର୍ଯ୍ୟନ୍ତ ଧନି ସାଉ ଅପେକ୍ଷା କରିବାକୁ ଠିକ୍ କଲେ। ଜଇବାବୁ ଗ୍ରାମଠାରୁ ଟିକିଏ ଦୂରରେ ଘର ଖଣ୍ଡେ କରି ରହିଛନ୍ତି। ତେଣୁ, ତାଙ୍କ ପଡ଼ିଶା କେହି ନାହାନ୍ତି। ଅନ୍ତତଃ ତାଙ୍କ ସହିତ ଶ୍ମଶାନ ପର୍ଯ୍ୟନ୍ତ ଯିବି। ସେତେବେଳେ ସମସ୍ତେ ଅଡ଼ୁଆରେ ପଡ଼ିଲେ। କଣ କରାଯିବ—ଯେତେବେଳେ ମରିଯିବା କଥା କୁହା ହୋଇଛି ତ ପରର କାର୍ଯ୍ୟ କରିବାକୁ ପଡ଼ିବ। କିନ୍ତୁ ବଞ୍ଚିଥିବା ମଣିଷଟିକୁ କିଭଳି କୋକେଇରେ ପକାଇ ମଶାଣିକୁ ନେବେ। ନ ନେଇ ଉପାୟ ନାହିଁ। ରାଢ଼ ଧନି ସାଉ ମୋଟେ ପିଣ୍ଡାରୁ ଉଠୁ ନାହିଁ। ଟାଳ ଟୁଳ କରି କିଛି ସମୟ ଗଲାପରେ ବଡ଼ପୁଅ ଜଗୁ ମୁର୍ଦ୍ଦାର ଉଠାଇବା ପାଇଁ ଲୋକ ଡାକିବାକୁ ଗଲେ। ଦେଢ଼ଘଣ୍ଟା ଦୁଇଘଣ୍ଟା ପରେ କେତେଗୁଡ଼ିଏ ଗଜା ଗଜା ଟୋକା ନଳି ପ୍ୟାଣ୍ଟ, ଛିଟସାର୍ଟ ପିନ୍ଧି ଆସିଗଲେ। ତାଙ୍କୁ ଦେଖି ଧନିସାଉଙ୍କ ମନରେ ସନ୍ଦେହ ବଢ଼ିଗଲା। ଜଇବାବୁ ମରି ନାହାନ୍ତି ଏହା ପେଖନା। ସାଉ ଠିକ ଧାରଣ କରି ନେଲେ। ଯାହାଦେଉ ଆଉ ଡେରି କରିବା ଭଲ ନୁହେଁ। ନିଜେ ସାଉ ଟୋକାଙ୍କୁ ଡାକ କିଭଳି କୋକେଇ ହୁଏ ତାହା ବତା ବତି କରିଦେଲେ। କୋକେଇ ବନ୍ଧା ସରିଗଲା ପରେ ମୁର୍ଦ୍ଦାର ଉଠିବା କଥା। ବରିଆ ବଳା ହୋଇ ନିଆଁ ଲାଗିଲାଣି। ଟୋକାମାନେ ଘର ଭିତରକୁ ମୁର୍ଦ୍ଦାର ଆଣିବାକୁ ଗଲେ। ମାତ୍ର ମୁର୍ଦ୍ଦାର ଆସିବା ଡେରି ଦେଖି ଧନି ସାଉ ବଡ଼ ପାଟିରେ ଡାକି କହିଲେ, ଶୀଘ୍ର ଶୀଘ୍ର ସାଜି ଗମି କାର୍ଯ୍ୟ ସାରିବା ଦରକାର। ଡେରି କଲେ ସନ୍ଧ୍ୟା ହୋଇଯିବ। ରାତି ହେଲେ ଅସୁବିଧା। ଜାଣି ଶୁଣି ଡେରି କରି ଶେଷରେ ଜଇବାବୁ ମୁର୍ଦ୍ଦାର ଭଳି ପଡ଼ି ରହିଲେ। ଟୋକାମାନେ କତାରେ ପୂରାଇ ଦାଣ୍ଡରେ ଥୁଆ ହୋଇଥିବା କୋକେଇ ପାଖକୁ ନେଇ ଆସିଲେ। ଜଇବାବୁଙ୍କ ମୁହଁଟିକୁ ଦେଖି ଧନି ସାଉ ଠିକ୍ ଜାଣିପାରିଲେ ସେ କେବେ ମରି ନାହାନ୍ତି। ଯେତେବେଳେ ଏଭଳି ଏକ ପ୍ରହସନ ଚାଲିଛି ସେତେବେଳେ ସେ ମଧ୍ୟ ଏ ପ୍ରହସନରେ ଜଣେ ହୋଇ ଯୋଗ ଦେଲେ। ରାମ ନାମ ସତ୍ୟ ହେ ଧ୍ୱନୀ ମଧ୍ୟରେ ଜଇବାବୁ କୋକେଇରେ ବନ୍ଧାଳ ହୋଇ ଶ୍ମଶାନକୁ ଗଲେ। ବଡ଼